ସେମାନେ ବେଦମା ମଉଜମଉଲିସ କଲେ। ଆମରି ସାଙ୍ଗରେ ପାଠ ପଢ଼ି ଆମରି ପରି ହେଲେ। ତାଙ୍କର ହେଲା ଦୁଇଟା ଜୀବନ–ଗୋଟିଏ ଲେଖାପଢ଼ାର, ଆରଟି ହେଲା ମିଳାମିଶାର। ଆମ ପାଇଁ ରହିଗଲା ଗୋଟିଏ। –କ'ଣ କରାଯିବ? ତାଙ୍କ ପାଇଁ କିଏ ଜଣେ ଟଙ୍କା ଅର୍ଜି ଥାପି ରଖିଲା। ସେମାନେ ସେଥିରେ ମଜ୍ଜା କଲେ। ଆମ ପାଇଁ କେହି ନ ଥିଲା–ନିଜକୁ ନିଜେ। ପରେ ପୁଣି ଆମର ଦିନ ଆସିବ। –ଆସିଲେ ବି ଏଇ ତଟକା ତଟୁ ବେଳ କ'ଣ ଫେରିବ? ତାଙ୍କ ପାଇଁ କିଛି ନ ଥିଲେ ବି ସେ ରହିଯିବେ ଆମର ଆଗୁଆ ହୋଇ। –ସେମାନଙ୍କ ପରି ହେବାକୁ ଚାହୁଁଛ ରମାକାନ୍ତ? –ସତରେ ଭଜକୃଷ୍ଣ। ଇଚ୍ଛା ହେଉଛି ଜୀବନଟାକୁ ବଦଳ କରି କିଛି ଦିନ ଦେଖିବା ପାଇଁ-। ଉନ୍ନତ୍ତ ଅବସ୍ଥାରେ କ'ଣ ସବୁ ଭଲ ଅଛି? ହିସାବୀ ଅବସ୍ଥାକୁ ଭୋଗ କଲେ ତ–ସେଇ ଜୀବନ-? –ସେଇ ଧାତୁରେ ଗଢ଼ା ହୋଇ ନ ଥିଲେ ସେ ଜୀବନରୁ କ'ଣ ଅବା ତୁମେ ଆମେ ବୁଝିପାରିବା? ଘାସ ଅରମା ବଣରେ ବାଘ ରହେ, ଆଉ ହରିଣ ରହନ୍ତି। ହରିଣ ଖାଏ ଘାସ–ବାଘ ଖାଏ ହରିଣ। ଯାହା ପାଇଁ ଯେଉଁଟା ଦରକାର ସେ ସେଇଟା ପାଏ। –ମୁଣ୍ଡ ବୁଝୁଛି; କିନ୍ତୁ ମନ ବୁଝୁ ନାହିଁ। –ତାହାହେଲେ ସିନେମା ଥିଏଟର ଦେଖିଲା ପରି ଥରେ ଅଧେ ଦେଖି ନିଅ। ସେ ଭୋଗଟା ଭୋଗ ଓ ଉପଭୋଗର ଚିତ୍ର। ହେଲେ ବି କଥାର ଆକାର ପ୍ରକାର ବୁଝିବାକୁ ସେତକ ମଧ୍ୟ ଦରକାର। –ମୋର ଇଚ୍ଛା ହେଉଛି ଏଇ ଆମର ଅଳକା ପରି ଲୋକଙ୍କ ସାଙ୍ଗରେ ଟିକିଏ ମିଶନ୍ତେ-। –ସିଏ ତ ଅଳକାର ଦୟା ଉପରେ ନିର୍ଭର କରେ। ଦାବୀ ଜଣାଇ ମିଶିବା ବୋଧହୁଏ ଅସମ୍ଭବ। ତେବେ ଅଳକାର ଯଦି ଥରେ ଖିଆଲ ହୁଏ ଯେ, ଘରକୁ ରମାକାନ୍ତ ବା ଭଜକୃଷ୍ଣ ପରି ଜଣେ ଅଧେ ବୋକା ବେକୁବଙ୍କୁ ଆଣି ଟିକିଏ ଖେଳିବା–ତେବେ ଏଇ କଥା ସମ୍ଭବ ହେଇପାରେ। –ଏଁ, ବୋକା ବେକୁବ୍? –ଆମେ କ'ଣ ମଣିଷ ନୋହୁଁ? –ମଣିଷ ସମସ୍ତେ। ପଞ୍ଜାବର ପଠାଣ ବି ମଣିଷ, ମଣିପୁରୀ ବି ମଣିଷ, ସିଂହଳୀ ବି ମଣିଷ। ଆମେମାନେ ମଣିଷ; କିନ୍ତୁ ସମସ୍ତେ ସମାନ ନୋହୁଁ। –ନାହିଁ, ଆମେ ସମାନ। ଜଣେ ଯାହା–ଆଉ ଜଣେ ସେଇଆ। –ଏଇଟା ରାଜନୀତିର ଲୋକଙ୍କର ଯୁକ୍ତି। ଏଇଟା କବି ଓ ଲେଖକଙ୍କର ଯୁକ୍ତି। ଯିଏ ନିଶ୍ୱାସ ନିଅନ୍ତି, ଯିଏ ତାଙ୍କର ପିଲାଙ୍କୁ ସ୍ତନକ୍ଷୀର ଖୁଆନ୍ତି, ଯିଏ ଜୀବନକୁ ବଞ୍ଚାଇବାକୁ ଚେଷ୍ଟା କରନ୍ତି। ସେମାନେ ଏକା ପ୍ରକାରର ହେଲେ ଅବା ହେଇ ପାରନ୍ତି, ସମାନ ନୁହଁନ୍ତି। –ଆଚ୍ଛା, ଅଳକା ପାଖରେ ଆମେ ପହଞ୍ଚିଲେ ସେ ଆମକୁ କି ଆଖିରେ ଦେଖିବ? –ଏଇ ତାଙ୍କର ମଟର ଡ୍ରାଇଭର, ଦରଓ୍ୱାନକୁ ସେ ଯେଉଁ ଆଖିରେ ଦେଖେ ସେଇ ଆଖିରେ ଦେଖିବ। ଦରକାର ଥିଲେ ଘରୋଇ ମାଷ୍ଟ୍ର ଅବା ଚାକର ବୋଲି ଭାବିବ।। ସେଥିରେ ପୁଣି ଦରମା ଅନୁପାତରେ ମତ ସୃଷ୍ଟି ହବ। –ଆଉ କିଛି? –ଓ, ବାହା ହେବା କଥା ଭାବୁଛ କି? –ଯଦି ଭାବିବା। –ଆମେ ନିର୍ବୋଧ। କେହି କାହାରି ପାଇଁ ନୁହଁନ୍ତି। ରେଳ ବସ୍ର ଯାତ୍ରୀ ପରି ଏକାଠି ହେଲେ ଯେ ଏକାଠି ଘର କରିପାରିବେ ଆଉ ଆନନ୍ଦରେ ରହିବେ ସେ କଥା ନୁହେଁ। ଅଳକା କ'ଣ ଚାହେଁ, କ'ଣ ପାଇଲେ ଖୁସି ହୁଏ କି ବିରକ୍ତ ହୁଏ ସେତକ ଆଗ ଠଉରାଇ ହବନାଁ? –ମୋର କାହିଁକି ସତରେ ଏଇ ମତ। –ଥରେ ବନ୍ଧୁ ଏଇ ଅଳକା ରାଇଜର ଭଲମନ୍ଦ ଦେଖି ଆସ–ଧନଭରା ଯୌବନ, ପାପଭରା ଜୀବନ, କଳୁଷତା–ଭରା ମଣିଷ–ପଣିଆ–। କେମିତି ସୁନ୍ଦର କି ବୀଭତ୍ସ ଜାଣିବା ଦରକାର। ଇଏ ବି ସଂସାରର ଗୋଟାଏ ଜ୍ଞାନ। ଇଏ ମଧ୍ୟ ରହିବା ଦରକାର। ରମାକାନ୍ତ ଚୁପ୍ ରହିଲା–ଭଜକୃଷ୍ଣର କଥାଗୁଡ଼ିକ କଟୁ ଆକ୍ଷେପରେ ଭରା। ରମାକାନ୍ତର କାନରେ କଥାଗୁଡ଼ିକ ଅତ୍ୟନ୍ତ ଅପ୍ରୀତିକର ଶବ୍ଦ କରୁଥିଲା। ହସି ଭଜକୃଷ୍ଣ କହିଲା–ବନ୍ଧୁବର! ଶେଷକୁ ରମାକାନ୍ତ ପତଙ୍ଗ ପରି ଚାଲିଲାଣି ଏହି ଜଳନ୍ତା ଚୁଲି ପାଖକୁ। ଯଦି ପୋଡ଼ି ହେବାର ଇଚ୍ଛା ଥିଲା ତାହାହେଲେ ଏତେ ଦୁଃଖ କଷ୍ଟକୁ ବେଖାତିର କରି ଏହି ଏତକ ବର୍ଷ ତମେ ବରବାଦ କଲ କାହିଁକି? ତୁମର ମନ କ'ଣ କହୁଛି? –ମନ ଡାକୁଛି ଅଳକା ପାଖକୁ ଯିବା ପାଇଁ। ସତରେ ସେ ଭାରି ସ୍ପଷ୍ଟ–ଭାରି ରୋକ୍ଠୋକ୍।